ତୁମର ଏହି ଦେହଟା ହେଉଛି ରକ୍ତମାଂସରେ ଗଢ଼ା ଓ ତାଙ୍କର ଦେହଟା ଗଢ଼ା ହୋଇଥିଲା ବଜ୍ରରେ। '' ଏପରି କହିବାର ଅର୍ଥ? ପଚାରିଲା ସୁଜାତା। ''ଏ ଦୁନିଆରେ ରକ୍ତମାଂସର ଦେହ ସବୁ ବିଚାର କରେ। ଏହି ରକ୍ତମାଂସର ଦେହ, ସ୍ନେହ ଓ ପ୍ରେମର ଅର୍ଥ ବୁଝିପାରେ ନାହିଁ। ସେ କେବଳ ବୁଝେ ଧନ, ମାନ ଓ ଖ୍ୟାତି। ଧନ ପାଇଁ, ଖ୍ୟାତି ପାଇଁ, ଏହି ରକ୍ତମାଂସର ଦେହକୁ ମଣିଷ ବିକ୍ରୟ କରେ ଅମଣିଷ ପାଖରେ। ପଶୁ ପାଖରେ ମଧ୍ୟ ବିନା ଦ୍ୱିଧାରେ ସେ ସମର୍ପଣ କରିଦେବାକୁ ପଛାଏ ନାହିଁ। '' ଦୃଢ଼କଣ୍ଠରେ ସେତେବେଳେ ଉତ୍ତର ଦେଇଥିଲେ ବୀରେନ୍ଦ୍ର। ପୁଣି ସୁଜାତା ପ୍ରଶ୍ନ କରିଥିଲା, ''ଆଉ ଯାହାର ଦେହଟା ବ୍ରଜରେ ଗଢ଼ା? '' ''ତାହାର ଦେହଟା କେବଳ ବଜ୍ର ନୁହେଁ, ତାହାର ମନ ଓ ଓଠର ଭାଷା ମଧ୍ୟ ବଜ୍ର ପରି ଟାଣ। ବଜ୍ରର ମଣିଷ ଯାହା କହେ, ସେ ତାହା ଅକ୍ଷରେ ଅକ୍ଷରେ ପାଳନ କରେ। ସତୀ ବଜ୍ରର ମଣିଷ ହୋଇଥିବାରୁ ସେ ନିଜର ପ୍ରତିଜ୍ଞାରେ ଅଟଳ ରହିଥିଲେ। '' କଥାରେ ଗୁରୁତ୍ୱ ଦେଇ ସୁଜାତା କହିଲା, ''ମୁଁ ଯଦି ବଜ୍ରପରି ଟାଣ ହୋଇଯାଏ, ମୋ କଥାରେ ତୁମେ ଭରସା ରଖିବ ତ? '' ମ୍ଳାନ ମୁଖରେ ବୀରେନ୍ଦ୍ର କହିଲେ, ''ଏ ଯୁଗରେ କେବଳ ନିର୍ବୋଧ ମାତ୍ରେ ହିଁ ନାରୀକୁ ବିଶ୍ୱାସ କରନ୍ତି ବୋଲି ଗୋଟିଏ ଧାରଣା ମୋର ମନ ମଧ୍ୟରେ ଜାଗ୍ରତ ହେଉଛି ସୁଜାତା। '' ସୁଜାତା ସେ ଦିନ ପ୍ରତିବାଦ କରି କହିଥିଲା, ''ମୋତେ ବିଶ୍ୱାସ କର ବୀରେନ୍ଦ୍ର! ତୁମେ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ମୋତେ ଭୁଲ ବୁଝନାହିଁ। ନାରୀର ଓଠର ଭାଷା ହେଉଛି ତା'ର ହୃଦୟର ଭାଷା।। ସେ ଯାହା କହେ ତାହା ସେ ପାଳନ କରେ। ସେ ତା'ର ସତୀତ୍ୱ ଅପେକ୍ଷା ପ୍ରେମକୁ ଉଚ୍ଚ ଆସନ ଦିଏ। ପ୍ରେମକୁ ସେ କେବେ ପାପ କହିପାରେ ନାହିଁ। '' ସୁଜାତା କଥାରେ ବିଶ୍ୱାସ କରି ବୀରେନ୍ଦ୍ର ଏତେ ଦିନଯାଏ ଶୂନ୍ୟରେ ସୌଧ ଗଢ଼ିବାର କଳ୍ପନା କରିଆସୁଥିଲେ। ମାତ୍ର ବୀରେନ୍ଦ୍ର ସେହିଦିନର ପୋଖରୀ କୂଳର ଘଟଣାରୁ ବୁଝିଲେ ଏ ସୁଜାତା ତାଙ୍କର ସେ ସୁଜାତା ନୁହେଁ। ତଥାପି ସେ ପଚାରିଲେ ''ସୁଜାତା! ତୁମେ ଦିନେ କ'ଣ କହିଥିଲ ତାହା ତୁମର ମନେଅଛି? '' ତାଚ୍ଛଲ୍ୟର ହସି ହସି ସୁଜାତା ଉତ୍ତରଦେଲା, 'ଭିକ୍ଟୋରିଆ ମୁଦ୍ରା ଏ ଯୁଗରେ ଅଚଳ ହୋଇଗଲାଣି ବୋଲି କ'ଣ ତୁମର ମୋଟେ ଖେୟାଲ ନାହିଁ। ' ଭାରାକ୍ରାନ୍ତ ହୃଦୟରେ ତଳକୁ ମଥାପୋତି ବୀରେନ୍ଦ୍ର ଫେରିଆସୁଥିଲେ। ସୁଜାତା ସଙ୍ଗେ ସଙ୍ଗେ ଉତ୍ତରଦେଲା, ''ଯେଉଁ ପୁରୁଷ କମାଣ ମୁହଁରେ ଛାତି ପତାଇ ତା'ର ଭାଗ୍ୟ ପରୀକ୍ଷା କରେ ସେହି ପୁରୁଷ ପାଖରେ ନାରୀ ସ୍ନେହ ପାଇଁ ଅଞ୍ଜଳି ପାତି ଛିଡ଼ାହୁଏ। ଏତିକି ସବୁ ପୁରୁଷର ମନେରଖିବା ଉଚିତ। ପ୍ରତିଭାବାନ୍ ବ୍ୟକ୍ତିହିଁ ନାରୀର ଉପାସ୍ୟ। '' ଏହା ପରେ ପରେ ବୀରେନ୍ଦ୍ର ବାହାରିଲେ ଯୁଦ୍ଧକୁ। ଗାଁରେ ଚହଳ ପଡ଼ିଗଲା। ସମସ୍ତେ କହିଲେ ଯେ ଗଲା ସେ ଗଲା। ଏ ତ ଆଉ ମଣିଷ ମଣିଷର ଲଢ଼େଇ ନୁହେଁ। ଏ ଲଢ଼େଇ ହେଉଛି ଯନ୍ତ୍ର ସଙ୍ଗେ ମଣିଷର। ଏ ଯୁଦ୍ଧରେ କିଏ ବଞ୍ଚିବ ଯେ ବୀରେନ୍ଦ୍ର ପୁଣି ଫେରିଆସିବ? ବୀରେନ୍ଦ୍ରର ମୁହଁରେ ଆଶଙ୍କାର ଚିହ୍ନ ନାହିଁ। ସେ କଦମ ପରେ କଦମ ବଢ଼ାଇ ଆଗେଇ ଚାଲିଲେ। ଗାଁ ମୁଣ୍ଡରେ ଦେଖାହେଲା ନିରୋଳାରେ ସୁଜାତା ସଙ୍ଗରେ। ସୁଜାତାର ପାଖଦେଇ ବୀରେନ୍ଦ୍ର ଚାଲିଯାଉଥିଲେ ଆଗକୁ। ସୁଜାତା ଅତିକ୍ଷୀଣ ସ୍ୱରରେ ଡାକିଲା ''ବୀରେନ୍ଦ୍ର! '' ବୀରେନ୍ଦ୍ର ମୁହଁ ବୁଲାଇ ଚାହିଁଲେ ସୁଜାତାକୁ। ସୁଜାତାର ଆଖିରେ ଅଶ୍ରୁ। ବୀରେନ୍ଦ୍ର ପଚାରିଲେ, ''କିଛି କ'ଣ କହିବାର ଅଛି? '' 'ହଁ' କହି ସୁଜାତା ପଚାରିଲା, ''ତୁମେ କ'ଣ ତେବେ ଯୁଦ୍ଧକୁ ଯାଉଛ? '' ''ତଥାପି କ'ଣ ତୁମର ବିଶ୍ୱାସ ହେଉନାହିଁ? '' ଉତ୍ତରଦେଲେ ବୀରେନ୍ଦ୍ର। ''ନିଜ ଉପରେ ଏ ପ୍ରକାର ପ୍ରତିଶୋଧ ନେଇ ଲାଭ? '' ପଚାରିଲା ସୁଜାତା। ''କେବଳ ତମର ବଜ୍ରର ଦେହଟାକୁ ଲହୁଣୀ ପରି ନରମ କରିବା ପାଇଁ ଏ ପନ୍ଥାର ଆଶ୍ରୟ ମୋତେ ନେବାକୁ ପଡ଼ିଲା। '' ଏତିକି ଜବାବ୍ ଦେଇ ବୀରେନ୍ଦ୍ର ପାଦ ବଢ଼ାଇଲେ। ''ଟିକିଏ ରୁହ ବୀରେନ୍ଦ୍ର! '' ସୁଜାତା ସଶ୍ରୁଳ ନୟନରେ ଏତିକି କହି ବୀରେନ୍ଦ୍ରର ପାଦତଳେ ମଥା ଲଗାଇଲା। ବୀରେନ୍ଦ୍ର ପଚାରିଲେ, ''ଏ ଅଭିନୟର ଅର୍ଥ? ଅଭିନୟ କରିବାକୁ ଭାରତୀୟ ରମଣୀ ଜାଣେନାହିଁ।